ତଦ୍ୱାରା ତମର ଉଚିତ୍ ଶିକ୍ଷା ଆରମ୍ଭ ହେବ। ବଞ୍ଚି ରହିବାକୁ ହେଲେ ଆକୃତି ଅପେକ୍ଷା ପ୍ରକୃତି କେତେ ଉପଯୋଗୀ ତାହା ତୁମେ କ୍ୟାପିଟାଲିଷ୍ଟବର୍ଗ ଆଦୌ ଶିକ୍ଷା କରିନାହଁ। ମୁଁ ତୁମକୁ ପାଞ୍ଚବର୍ଷ ସମୟ ଦେଲି, ଯାଅ-ପ୍ରଥମେ କ୍ଷୁଦ୍ର ହୁଅ। ଅତଃପର ପରିବାର ନିୟନ୍ତ୍ରଣର ଯୋଜନା ଆରମ୍ଭ ହେବ। " ମୁଣ୍ଡିଆଳ ଦନ୍ତାହାତୀଟି ବାସ୍ତବିକ୍ ଡାଇରେକ୍ଟର ମଙ୍କିର ସେଇ ମୃଦୁ ଭର୍ତ୍ସନାରେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଲା। ନିଜ ଦଳକୁ ଫେରି ଆସି ସମସ୍ତଙ୍କୁ ଡାକି ସେ ମର୍କଟର ଉପଦେଶ ଶୁଣାଇ ଓ ତା'ପରେ ହଠାତ୍ ଖାଦ୍ୟପେୟ ପରିତ୍ୟାଗ ପୂର୍ବକ ଗୋଟିଏ ସ୍ଥାନରେ ସ୍ଥିର ହୋଇ ଠିଆ ହୋଇ ରହିଲା। ସ୍ୱ ପରିବାର ତଥା ଅରଣ୍ୟର ଅନ୍ୟାନ୍ୟ ଶୁଭେଚ୍ଛୁ ପ୍ରାଣୀମାନଙ୍କର କୌଣସି କାକୁତିମିନତିକୁ କାନ ନ ଦେଇ ସେ ଅନାହାରରେ ଦୀର୍ଘ ଚବିଶ ଘଣ୍ଟା ଖାଡ଼ା ଖାଡ଼ା ଠିଆ ହୋଇ ରହିଲା ଉତ୍ତାରେ ଭୂତଳଶାୟୀ ହେବାକୁ ବାଧ୍ୟ ହେଲା। ପରବର୍ତ୍ତୀ ଚବିଶ ଘଣ୍ଟା ଭିତରେ ତାର ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁ ପୂର୍ବରୁ ସେ ନିଜ ଗୋଷ୍ଠୀ ଜୀବମାନଙ୍କୁ ସେଇ ବାକ୍ୟଟିକୁ ବାରମ୍ବାର କହିଥିଲା-"କ୍ଷୁଦ୍ର ହୁଅ! ସଂସାରରେ ବଞ୍ଚିବାକୁ ହେଲେ କ୍ଷୁଦ୍ର ହୁଅ। " ମୁଣ୍ଡିଆଳର ମରଣକାଳୀନ ଉପଦେଶ ଗଜଗୋଷ୍ଠୀକୁ ବାସ୍ତବିକ ମୂହ୍ୟମାଣ କରିଥିଲା। ତା'ର ପରିଣତି ଏତେ ଫଳପ୍ରଦ ହେବ ବୋଲି ପ୍ରଥମେ କେହିହେଲେ ସନ୍ଦେହ କରି ପାରି ନ ଥିଲେ-। ବନ୍ୟଜନ୍ତୁଙ୍କ ଡାଇରେକ୍ଟରେଟରେ ଯଥା ସମୟରେ ସେ। ଶୁଭ ସମ୍ବାଦଟି ଆସି ପହଞ୍ଚିଥିଲା। "ସାର୍! ଗୋଟିଏ ମାଈହାତୀ କାଲି ରାତିରେ ଅରଣା ମଇଁଷି ଛୁଆଟିଏ ଜନ୍ମ କରିଛି! ଯାହା ମନେ ହେଉଛି ଏଣିକି ଏ ଅରଣ୍ୟରେ ହାତୀମାନେ ଅଲଗା ଅରଣା ମଇଁଷିଠୁଁ ଆଉ ବେଶୀ ବଡ଼ ଆକାରର ହେବ ନାହିଁ। " ସେକ୍ରେଟେରୀ ଠେକୁଆଠୁଁ ସେଇ ଶୁଭସମ୍ବାଦ ଶୁଣି ଡାଇରେକ୍ଟର ମଙ୍କି ଆନନ୍ଦରେ ଗୋଟିଏ ହୁଙ୍କାର ମାରି ବରଗଛର ଦପ୍ତରକୁ ଖୁବ୍ ଜୋର୍ରେ ଦୋହଲେଇ ଦେଇ କହିଲା- "ଏଥର ଦେଖିବାକୁ ପଡ଼ିବ ଅରଣା ମଇଁଷୀମାନଙ୍କୁ। ସେମାନଙ୍କୁ ଉଚିତ୍ ଶିକ୍ଷା ଦେବାର ବେଳ ଆସିଗଲା। " ଡାଇରେକ୍ଟର ମଙ୍କିର ସେଇ ଅପୂର୍ବ ଆନନ୍ଦରେ ମାଈ ସେକ୍ରେଟେରୀ ଠେକୁଆଟି ପ୍ରଥମେ ଆନନ୍ଦିତ ପରେ ସାମାନ୍ୟ ଭୀତ ଏବଂ ଶେଷରେ ଚକିତ ହୋଇ ତାର କାନ ଯୋଡ଼ିକୁ ପ୍ରଶ୍ନବାଚକ ଚିହ୍ନ ପରି ବଙ୍କେଇ ଦେଇଥିଲା। ଦପ୍ତରରେ ସାମାନ୍ୟ ପ୍ରଶାନ୍ତିର ସୂଚନା ଦେଖାଯିବା ପରେ ଛୋଟ ଦମ୍ଟିଏ ନେଇ ସେକ୍ରେଟେରୀ ଠେକୁଆ ତା ମନରେ ବହୁବେଳୁ ଜାତ ହୋଇସାରିଥିବା ସେ ଯୋଡ଼ିକ ପ୍ରଶ୍ନରୁ ପ୍ରଥମଟିକୁ ଯୁକ୍ତି କରିବାକୁ ସମର୍ଥ ହୋଇଥିଲା- "ସାର୍! ଅରଣା ମଇଁଷୀମାନଙ୍କୁ କୌଣସି ଶିକ୍ଷା ଦେବା କ'ଣ ଏତେ ସହଜ ହେବ? ସେମାନେ ତ କୌଣସି ଶିକ୍ଷା ନିଅନ୍ତି ନାହିଁ ବୋଲି ବଣର ଅନ୍ୟାନ୍ୟ ପଶୁମାନେ ପ୍ରାୟ ପ୍ରତିଦିନ ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୁଦ୍ଧରେ! " ଡାଇରେକ୍ଟର ମଙ୍କିର ମୁହଁର ସ୍ଵାଭାବିକ କଳାରଙ୍ଗ କାହିଁକି କେଜାଣି ଆହୁରି କଳା ଦେଖାଗଲା ସେକ୍ରେଟେରୀର ସେଇ ପ୍ରଶ୍ନରେ। ତାର ପ୍ରକୃତି ସୁଲଭ ବିଷାଦ ସ୍ପଷ୍ଟ ହୋଇ ଉଠିଲା ସେଇ କଳା ମୁହଁଟି ଭିତରେ ମିଟିମିଟି କରୁଥିବା ଯୋଡ଼ିଏ ଚିନ୍ତାଶୀଳ ଚକ୍ଷୁର ଡୋଳାରେ। ଡାଇରେକ୍ଟରଙ୍କର ସେଇ ବିଷାଦଭାବ ସହିତ ସେକ୍ରେଟେରୀର ଯଥେଷ୍ଟ ପରିଚୟ ଥିବା ସତ୍ଵେ ସାମାନ୍ୟ ଅରଣା ମଇଁଷୀ ପ୍ରସଙ୍ଗରେ ଯେ ସେପରି ବିଷାଦ ଦିଶେ ଏଡ଼େ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କୁ ଏପରି ଆକ୍ରାନ୍ତ କରିବ ମାଈ ଠେକୁଆଟି କାହିଁକି ବା ସନ୍ଦେହ କରିପାରିଥାନ୍ତା! ହୁଏତ ସେଇ କାରଣରୁ ନିର୍ବୋଧ ସେକ୍ରେଟେରୀ ଠେକୁଆଟି ତାର ନାରୀସୁଲଭ